" ସେଇଠୁ ଆଉଟିକେ ଛଳେଇ କରି କହିଲେ ମଧ୍ୟ "ଦେଖନ୍ତୁ, ମୁଁ ଯାହା କରିବାକୁ ଯାଉଛି ସେଥିରେ ଅନ୍ୟାୟ ନାହିଁ। ମଣିଷର ବଡ଼, ସବୁଠୁଁ ବଡ଼ କଥା ହେଲା ସ୍ୱାଧୀନତା। ଏ ସରକାରୀ ଚାକିରିରେ ବିଶେଷତଃ ଏ ବ୍ୟୁରୋକ୍ରାଟ୍ଗୁଡ଼ାଙ୍କ ପାଖରେ କୁକୁରଭଳି ଆଉ ବଞ୍ଚିପାରିବି ନାଇଁ ମୁଁ। ମତେ ସ୍ୱାଧୀନ ହେବାକୁ ପଡ଼ିବ। ଓକିଲାତି କରିବାକୁ ପଡ଼ିବ। ତା'ପରେ–ରାଜନୀତି। " "କିନ୍ତୁ ଆପଣ ତ ଓକିଲମାନଙ୍କୁ ନୁଙ୍ଗୁ ନୁଙ୍ଗା କହୁଥିଲେ ସେଦିନ। " ହାତଘଡ଼ି ଦେଖି ସନ୍ଧ୍ୟା ସୋ'ର ସମୟ ସ୍ମରଣ କରୁ କରୁ ଚେତେଇଦେଲି ମୁଁ। ଚା' ଆସିଯାଇଥାଏ। ତର ତର ହୋଇ ଚା' ପିଇଦେଲି ମୁଁ। ଉଠି ଠିଆ ହେଲି। କରୁଣାକର ବାବୁ ଟିକିଏ ଡେରି କଲେ ଅବଶ୍ୟ ଉଠିବାକୁ। କିନ୍ତୁ, ସେଦିନ ସନ୍ଧ୍ୟାରେ ସୌଭାଗ୍ୟବଶତଃ ଆମ ପରିବାର ସିନେମା ଦେଖା ସୌଭାଗ୍ୟରୁ ବଞ୍ଚିତ ହେଲେ ନାହିଁ ନିଶ୍ଚୟ। କରୁଣାକରଙ୍କଠାରୁ ତାଙ୍କ ରୋଲ୍ ନମ୍ବରଟି ସଂଗ୍ରହ କରି ପ୍ରତିଶ୍ରୂତି ଦେଲି ସେ ବ୍ୟାପାରରେ ଯାହା କରାଯିବା ସମ୍ଭବ ତାହା କରିବାକୁ। ଏହାର ମାସ କେତୋଟି ପରେ କରୁଣାକରଙ୍କ ଆବିର୍ଭାବ ଘଟିଥିଲା ଆମ ଘରେ ଏକ ବସନ୍ତ ପବନ ଉଚ୍ଛୁଳା ସନ୍ଧ୍ୟାରେ। ହସ ହସ ମୁହଁରେ କରୁଣାକର ପଶିଆସିଲେ ବୈଠକଖାନାକୁ ଆଉ କହିଲେ– "ମୁକ୍ତି, ଓଃ ମୁକ୍ତି–ରେଜଲଟ୍ ବାହାରିଗଲା ସମୀରବାବୁ! ଧନ୍ୟବାଦ ଆପଣଙ୍କୁ, ଆପଣଙ୍କ ଶଶୁରଙ୍କୁ। ଯଦି ସେଇ ଗୋଟାଏ ପେପରରେ... " କଥାଟି ବୁଝିଗଲି ମୁଁ। କରୁଣାକର ଲ' ପାଶ୍ କରିଗଲେ। ଏଥର ଆରମ୍ଭ ହେବ ତାଙ୍କର ସ୍ୱାଧୀନ ଜୀବନ। ଓକିଲାତି କରିବେ। ରାଜନୀତି କରିବେ। ମନ୍ତ୍ରୀ ହେବେ। ଇତ୍ୟାଦି। ତେବେ, କରୁଣାକରଙ୍କ ସଫଳତାରେ ମୁଁ କମ୍ ଖୁସି ହେଇ ନ ଥିଲି ସେଦିନ। ଲୋକଟା ଯେ ଗୋଟାଏ ନାରକୀୟ ଚାକିରି ଜୀବନରୁ ଉଦ୍ଧାର ପାଇଗଲା କୌଣସି ପ୍ରକାରେ, ଏଥର ସେ ଓକିଲାତି କରୁ ନ କରୁ, ମନ୍ତ୍ରୀ ହେଉ ନ ହେଉ, କିନ୍ତୁ ତ୍ରାହି–ତାର ପ୍ରଧାନ ଶତ୍ରୁ ସେ ବ୍ୟୁରୋକ୍ରାଟ୍ଗୁଡ଼ାଙ୍କ ନିର୍ଯ୍ୟାତନାରୁ ତ୍ରାହି ପାଇଗଲା ସେ–ଏଇଥିଲା ଘୋର ଆନନ୍ଦ। ବାସ୍ତବ ବନ୍ଧୁବତ୍ସଳତାର ସିନ୍ସିଅର ଖୁସିଟାଏ ସେ। ଆଗାମୀ ମୁକ୍ତଜୀବନ ସମ୍ପର୍କରେ ଆମେ ମାତ୍ର କେଇଟି ମୁହୂର୍ତ୍ତ କଥାବାର୍ତ୍ତା ହୋଇଥିଲେ ହୋଇଥିବୁ ସେଦିନ ସନ୍ଧ୍ୟାରେ। କିନ୍ତୁ ତା ପରଠୁ କଥା ଯେଉଁଆଡ଼କୁ ମୁହେଁଇଲା ସେଥିରେ କରୁଣାକରଙ୍କ ସହିତ ମୋ ମନରେ ବି ଏକ ନୂଆ ଆଶଙ୍କା ଉଦୟ ହୋଇଗଲା ସତରେ। "ଜାଇଁଲେ! ", ସେ ଆରମ୍ଭକଲେ ତାଙ୍କର ପରବର୍ତ୍ତୀ ଉଦ୍ବେଗର ବିଷୟବସ୍ତୁ, ''ମୋ ମୁଣ୍ଡରେ ଆଉ ଏକ ବୋଝ–ଚାକିରିଟା ଛାଡ଼ିବା କେମିତି! " "କାଇଁକି? ", ବିସ୍ମିତ ହୋଇ ପଚାରିଲି ମୁଁ, "ଆପଣ ତ କାଲିଯିବେ ଅଫିସ୍କୁ। ଆପଣଙ୍କ ଅଫିସରଙ୍କ ପାଖରେ ଇସ୍ତଫାପତ୍ରଟି ଦାଖଲ କରିଦେବେ। କଥା ଶେଷ ଆଉ, ଚିନ୍ତା କ'ଣ? " "ନା, ନା–", କରୁଣାକରଙ୍କ ମୁହଁ ଶଙ୍କାକ୍ଳିଷ୍ଟ ହୋଇସାରିଥାଏ ସେତେବେଳକୁ। ମୁହଁରୁ ଝାଳପୋଛି କହିଲେ ସେ, ''ମତେ ପେନ୍ସନ ନେବାକୁ ପଡ଼ିବ। ନ ହେଲେ ଚଳିବି କେମିତି ମୁଁ? ଶୁଖିଲା ଓକିଲାତିରେ ବର୍ଷ ପରେ ବର୍ଷ ପ୍ରାକ୍ଟିସ୍ ନ ଜମିବା ପର୍ଯ୍ୟନ୍ତ ଖାଇବି କ'ଣ ମୁଁ। ପିଲାଛୁଆ ବଞ୍ଚିବେ କେମିତି? " "ତେବେ ପେନ୍ସନ ନିଅନ୍ତୁ, ରିଟାୟାର୍ କରନ୍ତୁ। ଆପଣଙ୍କର ଯେତିକି ପ୍ରାପ୍ୟ ସେତକ ତ ସରକାର ଦବାକୁ ବାଧ୍ୟ–" "ହେଃ ଯାଃ–ମାଷ୍ଟରିଆ ଲୋକ! ", କରୁଣାକର ଚିଡ଼ି ଉଠିଲେ। କହିଲେ, "ଆପଣ କ'ଣ ଜାଣନ୍ତି ପେନ୍ସନ୍ ନିୟମ! ମୋର ଯେତିକି ବର୍ଷ ଚାକିରି ସେଥିରେ କିଛି ମିଳିବ ନାହିଁ ମତେ।